ବହୁ ଚିନ୍ତା ଓ ଆଲୋଚନା ପରେ ମୁଁ ମନେ ମନେ ସ୍ଥିର କରିଛି ଯେ, କୃତ୍ରିମ ଉପଗ୍ରହର ଡିରେକ୍ଟର ଭାବରେ ମୋର ସହକର୍ମୀ ଓ ଏହି ମାନମନ୍ଦିରର ସହକାରୀ ଡିରେକ୍ଟର ଡକ୍ଟର ଆଲେସ୍କି ମେଡ଼ୋଭସ୍କିଙ୍କୁ ନିଯୁକ୍ତ କଲେ ଖୁବ୍ ଭଲ ହେବ। ସେ ଯୁବକ, ପୁଣି ଅତି କର୍ମଠ। ତାଙ୍କ ଭଳି ସୁଦକ୍ଷ ଓ କର୍ମଠ ବୈଜ୍ଞାନିକ ମୁଁ ଖୁବ୍ କମ୍ ଦେଖିଛି। ପୁନଶ୍ଚ ଆମ ମାନମନ୍ଦିରରୁ ବିଭିନ୍ନ ଆକାରବିଶିଷ୍ଟ ଯେଉଁ ପରୀକ୍ଷାମୂଳକ ଉପଗ୍ରହମାନ ମହାଶୂନ୍ୟ ଭିତରକୁ ପଠାଯାଇଥିଲା, ସେଥିରେ ତାଙ୍କର ହାତ ସବୁଠାରୁ ଅଧିକ କାମ କରିଥିଲା ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ। ସେହି ଉପଗ୍ରହଟିର ଗତିବିଧି ଉପରେ ସବୁଠାରୁ ଅଧିକ ଦୃଷ୍ଟି ଥିଲା ଆଲେସ୍କିଙ୍କର। ଉପଗ୍ରହ ପଠାଯିବାର ପ୍ରଥମ କେତେଦିନ ଭିତରେ ସେ ନଖାଇ ନପିଇ ଯେପରି ଭାବରେ ଏହାକୁ ଘଣ୍ଟା ଘଣ୍ଟା ଧରି ଲକ୍ଷ୍ୟ କରୁଥିଲେ, ସେଥିରୁ କେବଳ ମୋର କାହିଁକି ଯେକୌଣସି ଲୋକର ଧାରଣା ହେବ ଯେ, କୃତ୍ରିମ ଉପଗ୍ରହ ସମ୍ୱନ୍ଧରେ ଆମ ରାଷ୍ଟ୍ରରେ ଯଦି କେହି ବେଶି ଉତ୍ସାହୀ ଥାଏ, ତେବେ ସେ ହେଉଛନ୍ତି ଆମର ଏହି ଯୁବକ ଆଲେସ୍କି। ମାନମନ୍ଦିରର ପରିଚାଳନାଠାରୁ ଆରମ୍ଭ କରି ନୂତନ ନୂତନ ଯନ୍ତ୍ରର ପ୍ରତିଷ୍ଠା ଓ ସେଗୁଡ଼ିକର ପରିଚାଳନା ପର୍ଯ୍ୟନ୍ତ ସବୁଥିରେ ସେ ନିଜର ଆଲୌକିକ ପ୍ରତିଭା ଓ ବୁଦ୍ଧିମତ୍ତାର ପରିଚୟ ଦେଇସାରିଛନ୍ତି। ମୋ ମତରେ ତାଙ୍କ ଭଳି ଉପଯୁକ୍ତ ଲୋକଙ୍କୁ ଏହି କୃତ୍ରିମ ଉପଗ୍ରହର ସମସ୍ତ ଦାୟିତ୍ୱ ଦେଇ ଆମେ ଏଠାରେ ନିଶ୍ଚିନ୍ତହୋଇ ବସିପାରିବା। ପୁନଶ୍ଚ ମେଡ଼ୋଭସ୍କି ଅବିବାହିତ। ଆମ୍ଭମାନଙ୍କ ଭଳି ତାଙ୍କର ସାଂସାରିକ ମମତା ସେତେ ଆସିନାହିଁ। ମୋର ଆଶା, ତାଙ୍କଭଳି ଉତ୍ସାହୀ। ଯୁବକଙ୍କୁ ଆମେ ନିଯୁକ୍ତ କରି ବିଜ୍ଞତାର ପରିଚୟ ଦେବା। '' କମିଶନ୍ର ଅନ୍ୟତମ ସଭ୍ୟ ସୁବିଖ୍ୟାତ ରକେଟ୍ ଇଞ୍ଜିନିୟର ପଳିତକେଶ ସେପିଲୋଭ୍ ଠିଆହୋଇ ପାଲାଭିନ୍ଙ୍କ ପ୍ରସ୍ତାବକୁ ଅନୁମୋଦନ କରି କହିଲେ, ''ମୁଁ ଡକ୍ଟର ମେଡ଼ୋଭସ୍କିଙ୍କୁ ଖୁବ୍ ଭଲଭାବରେ ଜାଣେ। ତାଙ୍କଭଳି କର୍ତ୍ତବ୍ୟପରାୟଣ, ଏ କନିଷ୍ଠ ବୈଜ୍ଞାନିକ ଆମ ରାଷ୍ଟ୍ରରେ ବିରଳ। ବନ୍ଧୁ ପାଲାଭିନ୍ ଯାହା କହୁଛନ୍ତି ତାଙ୍କ ଭଳି ବୈଜ୍ଞାନିକଙ୍କ ହାତରେ ଆମେ କୃତ୍ରିମ ଉପଗ୍ରହର ସମସ୍ତ ଦାୟିତ୍ୱ ଦେଇ ନିଶ୍ଚିନ୍ତ ରହିପାରିବା; ବାସ୍ତବିକ ତା ଠିକ୍। ସେ ଯଦି କୌଣସି ଅସୁବିଧାବଶତଃ ଯିବାକୁ ଅନିଚ୍ଛୁକ ହୁଅନ୍ତି, ଆମେ ବରଂ ସେ ସବୁ ଅସୁବିଧାକୁ ଦୂରକରି ତାଙ୍କୁ ମହାଶୂନ୍ୟ ଭିତରକୁ ପଠାଇବା ଉଚିତ। ଦଳର ଅନ୍ୟ ସଭ୍ୟ ନିର୍ବାଚନ ସମୟରେ ଆମେ ଆଲେସ୍କିଙ୍କୁ ଏହି କମିଶନ୍ରେ ନେଇ ତାଙ୍କ ଉପସ୍ଥିତିରେ ତାଙ୍କ ମତାମତ ନେଇ ସଭ୍ୟମାନଙ୍କୁ ବାଛିବା ଉଚିତ। ତା ନକଲେ ଭବିଷ୍ୟତରେ ନାନା ଅସୁବିଧା ଉପୁଜିବାର ଆଶଙ୍କା ଅଛି। ତେଣୁ ମୋ ମତରେ, ଆମେ ସମସ୍ତେ ଏକମତ ହୋଇ ସର୍ବପ୍ରଥମେ ଆଲେସ୍କିଙ୍କୁ କୃତ୍ରିମ ଉପଗ୍ରହର ଡିରେକ୍ଟର ଭାବରେ ନିଯୁକ୍ତି ଦେବା ଓ ପରେ ତାଙ୍କ ଉପସ୍ଥିତିରେ ଦଳର ଅନ୍ୟ ସଭ୍ୟମାନଙ୍କୁ ବାଛିବା। ଇତିମଧ୍ୟରେ ଆଲେସ୍କି ମେଡ଼ୋଭସ୍କି କୃତ୍ରିମ ଉପଗ୍ରହର ଦଳପତି ଭାବରେ ନିଯୁକ୍ତି ପାଇଯାଇଛନ୍ତି। ମହାଶୂନ୍ୟକୁ ଯାଉଥିବା ଦଳର ଅନ୍ୟାନ୍ୟ ସଭ୍ୟମାନଙ୍କ ବଛାବଛି ପ୍ରାୟ ଶେଷ ହୋଇଯାଇଛି। କୃତ୍ରିମ ଉପଗ୍ରହ ପୃଥିବୀପୃଷ୍ଠରୁ କି ଉପାୟରେ ମହାଶୂନ୍ୟକୁ ଯିବ, ତାହା ସ୍ଥିର ହେବା ଉପରେ। ପୂର୍ବ ଆଲୋଚିତ ତ୍ରି-ସୋପାନ ରକେଟ୍ ପଦ୍ଧତି ମଧ୍ୟ ଏଥର ଅବଲମ୍ୱନ କରାଯିବ। କେବଳ ତଫାତ୍ ହେଉଛି ଯେ, ଏହି ରକେଟ୍ରେ ତରଳ ଅମ୍ଳଜାନ ଓ ଉଦ୍ଜାନ ବା ତରଳ ହାଇଡ଼୍ରୋଜେନ୍ ଇନ୍ଧନ ବ୍ୟବହୃତ ନ ହୋଇ ଅତି ଶକ୍ତିଶାଳୀ ପରମାଣୁ